କମ୍ୟୁନିଷ୍ଟ ଦଳ କଠୋର ଶୃଙ୍ଖଳା ଭିତରେ ଜନସାଧାରଣଙ୍କୁ ସଙ୍ଗଠିତ କରୁଥିବାବେଳେ ଚୀନର ଶାସକଗୋଷ୍ଠୀ ଆମେରିକା ସାହାଯ୍ୟର ଅପବ୍ୟବହାର କରି ଦୁର୍ନୀତିଗ୍ରସ୍ତ ହୋଇ ନିଶ୍ଚିତ ରହିଲେ। ଶେଷରେ ଦେଶର ଚାରିଆଡ଼େ ସଶସ୍ତ୍ର ବିପ୍ଳବ ଘଟି ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା। ମୋଟାମୋଟି ଭାବରେ ରୁଷିଆ ଓ ଚୀନ ମଧ୍ୟରେ ବିପ୍ଳବ କୌଶଳର ଏହି ପ୍ରଭେଦ ଯେ ରୁଷିଆରେ ରାଜଧାନୀରୁ ବିପ୍ଳବ ଯାଇ ପ୍ରଦେଶମାନଙ୍କରେ ପହଞ୍ଚିଲା ଓ ଚୀନରେ ପ୍ରଦେଶମାନଙ୍କରୁ ବିପ୍ଳବ ଆସି ରାଜଧାନୀରେ ପହୁଞ୍ଚିଲା। ବିପ୍ଳବର କେନ୍ଦ୍ର ରାଜଧାନୀ, ଏହି ନୀତି ଅନୁସାରେ କମ୍ୟୁନିଷ୍ଟ ଦଳ ବ୍ୟବସ୍ଥାସଭା ଇତ୍ୟାଦିରେ ପ୍ରବେଶ କରିବାର କୌଶଳ ଅବଲମ୍ବନ କରିଥିଲେ। କିନ୍ତୁ ଗଣବିପ୍ଳବର ଏହା ବିରୋଧୀ ବୋଲି ଯେଉଁମାନେ ବିଶ୍ୱାସ କଲେ ସେମାନେ ବାମପନ୍ଥୀ କମ୍ୟୁନିଷ୍ଟ ନାମରେ ଅଭିହିତ ହେଲେ। ବାମପନ୍ଥୀମାନେ ଚୀନର କୌଶଳରେ ବିଶ୍ୱାସୀ ଓ ଦକ୍ଷିଣପନ୍ଥୀମାନେ ରୁଷିଆର କୌଶଳରେ ବିଶ୍ୱାସୀ। ଏହି ଥିଲା ମୋଟାମୋଟି ପ୍ରଭେଦ। କିନ୍ତୁ ବାମପନ୍ଥୀମାନେ ରାଜଧାନୀ ଅଭିମୁଖୀ ହୋଇ ବ୍ୟବସ୍ଥାସଭାରେ ପ୍ରଦେଶ ଓ ଶାସନଭାର ଗ୍ରହଣ ଇତ୍ୟାଦି କୌଶଳ ଅବଲମ୍ବନ କରିବାରୁ, ଗଣବିପ୍ଳବରେ ବା ଚୀନ କୌଶଳରେ ବିଶ୍ୱାସ କରୁଥିବା କମ୍ୟୁନିଷ୍ଟ ମତବାଦୀମାନେ ଅଲଗା ହୋଇଗଲେ। ଏମାନଙ୍କର କାର୍ଯ୍ୟକ୍ରମ ରାଜଧାନୀ ଠାରୁ ଦୂରରେ ଓ ଉପେକ୍ଷିତ ଅଞ୍ଚଳମାନଙ୍କରେ ଚାଲିଲା ଓ ଚାଲିଛି। ପଶ୍ଚିମବଙ୍ଗର ନକ୍ସଲବାଡ଼ି ନାମକ ସ୍ଥାନରେ ଭୂମିହୀନ ଲୋକେ ଧନୁ ତୀର ନେଇ ସଶସ୍ତ୍ର ଆନ୍ଦୋଳନ କରି ଦେଶର ଦୃଷ୍ଟି ଆକର୍ଷଣ କଲେ ସେ ପ୍ରକାର ଆନ୍ଦୋଳନ ପ୍ରତି। ତେଣୁ ସେହି କୌଶଳରେ ଆନ୍ଦୋଳନ କରୁଥିବା ଦଳର ନୀତିକୁ ସାଧାରଣ କଥାରେ ନକ୍ସଲପନ୍ଥୀ ବୋଲି କୁହାଯାଏ। ଏ ମତବାଦ ହେଉଛି କମ୍ୟୁନିଷ୍ଟ ମତବାଦ, ମାତ୍ର କୌଶଳ ହେଉଛି ରାଜଧାନୀଠାରୁ ଦୂରରେ ଉପେକ୍ଷିତ ନିଷ୍ପେଷିତ ଜନତା ମଧ୍ୟରେ ବିଦ୍ରୋହର ଭାବ ଜାଗ୍ରତ କରି ସେମାନଙ୍କୁ ସଶସ୍ତ୍ର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ କରିବା। ଏମାନେ ଚୀନର କୌଶଳ ଅବଲମ୍ବନ କରିଥିବାରୁ ଚୀନର ନୈତିକ ସମର୍ଥନ ଏମାନେ ପାଇଥାନ୍ତି। ଏକ ସମୟରେ ବାମପନ୍ଥୀମାନେ ଚୀନର ସମର୍ଥନ ପାଉଥିଲେ। କିନ୍ତୁ କେରଳ ଓ ପଶ୍ଚିମବଙ୍ଗରେ ବାମପନ୍ଥୀମାନେ ଶାସନ ଭିତରକୁ ଗଲା ପରେ ଏମାନେ ଚୀନ ଦ୍ୱାରା ସମାଲୋଚିତ ହେଉଛନ୍ତି। ଭାରତ ସାଙ୍ଗରେ ବର୍ମା ସ୍ୱାଧୀନ ହୋଇଛି। ମାତ୍ର ବର୍ମାରେ ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଶାସନ ଅଧୀନକୁ ଆସିପାରିନାହିଁ। କାରଣ ରାଜଧାନୀଠାରୁ ଦୂର ଅଞ୍ଚଳମାନ କମ୍ୟୁନିଷ୍ଟ ମାନଙ୍କ ଅଧୀନରେ ଅଛି। ଚୀନରେ ଯେପରି ଶାସନ ଅଧିକାର କରିବା ପାଇଁ ଓ ଲୋକଙ୍କୁ ସେଥିପାଇଁ ସଶସ୍ତ୍ର ବିଦ୍ରୋହ କରିବା ପାଇଁ ଅନ୍ତତଃ କୋଡ଼ିଏବର୍ଷ ଲାଗିଥିଲା, ସେହିପରି ବର୍ମାରେ ଓ ପୂର୍ବ ଭାରତରେ ନକ୍ସଲପନ୍ଥୀମାନେ ଯେ ହଠାତ୍ କେତୋଟି ବର୍ଷ ମଧ୍ୟରେ ଜୟଯୁକ୍ତ ହେବେ ବୋଲି ଆଶା କରୁଛନ୍ତି ତାହା ନୁହେଁ। ସେମାନେ ବର୍ଷ ବର୍ଷ କାଳ ବହୁ ଅଞ୍ଚଳ ଉପଦ୍ରୁତ ଅବସ୍ଥାରେ ରଖିବା ପାଇଁ ପ୍ରସ୍ତୁତ ଓ ଉଦ୍ଦେଶ୍ୟ ସାଧନ ପାଇଁ ବଦ୍ଧପରିକର। ଏହି ବିଚାରରୁ ପୂର୍ବ-ଭାରତରେ ନକ୍ସଲପନ୍ଥୀମାନଙ୍କ କାର୍ଯ୍ୟକ୍ରମକୁ ବିଚାର କରିବାର କଥା। ବୁଧବାର ନକସଲବାଦୀ ନୀତି ହେଉଛି କମ୍ୟୁନିଷ୍ଟ ନୀତି ଅର୍ଥାତ୍ ଶୋଷିତମାନଙ୍କ ପକ୍ଷରୁ ଶାସନର ଅଧିକାର ଓ ଶାସନ ମାଧ୍ୟମରେ ସମାଜକୁ ଅର୍ଥନୈତିକ ଶ୍ରେଣୀ ବିଭାଗରୁ ମୁକ୍ତ କରିବା। ଏହି ଉଦ୍ଦେଶ୍ୟରେ ପ୍ରଚଳିତ ଶାସନର ପରିବର୍ତ୍ତନ ସମ୍ବନ୍ଧରେ ନକ୍ସଲବାଦୀମାନେ ବିଶ୍ୱାସ କରନ୍ତି ଯେ ବୈଧାନିକ ଉପାୟରେ ଅର୍ଥାତ୍ ଭୋଟ ମାଧ୍ୟମରେ ଶାସନର ମୌଳିକ ପରିବର୍ତ୍ତନ ସାଧିତ ହେବ ନାହିଁ, କେବଳ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ଘଟିପାରେ ମାତ୍ର ଶାସନ କଳର ପରିବର୍ତ୍ତନ ଘଟିବ ନାହିଁ। ଶାସନକୁ